ଆଇ. ବି. ଏମ. ଆର: ସି. ଏ., ଜେନେରାଲ ଇଲେଟ୍ରିକ୍ ଆଦି କଂପ୍ୟୁଟର ପ୍ରସ୍ତୁତିକାରୀ କମ୍ପାନୀର କର୍ମକର୍ତ୍ତାମାନଙ୍କରନିଦ ନାହିଁ। ସମସ୍ତଙ୍କର ଚିନ୍ତା ଡକ୍ଟର ଭେର୍ନନ୍ଙ୍କର ଏହି ଅଦ୍ଭୁତ ପେଟେଣ୍ଟ କାହାର ହସ୍ତଗତ ହେବ? ସମସ୍ତଙ୍କର ଆଶା, ଯେତେ ଅର୍ଥ ପଡ଼ୁପଛକେ ସେମାନେ ଏହି ପେଟେଣ୍ଟକୁ ହାସଲ କରିବେ। ଦିନକୁ ଦିନ ବଡ଼ ବଡ଼ ଚେସ୍ ଖେଳାଳୀମାନେ ଚେସ୍ ଖେଳରେ ଯନ୍ତ୍ରଠାରୁ ପରାସ୍ତ ହେଉଥିବା ଖବର ଯେତେ ବାହାରୁଥାଏ, ପୁଞ୍ଜିପତିମାନଙ୍କ ଠାରେ ପେଟେଣ୍ଟର ମୂଲ୍ୟ ସେତିକି ବଢ଼ୁଥାଏ। କିଏ ମନେ ମନେ ଭାବିଲାଣି କୋଟି ଡଲାର ପର୍ଯ୍ୟନ୍ତ ଦେବ ତ କିଏ ଭାବି ସାରିଲାଣି କୋଟି ଡଲାର ଦେବ ବୋଲି। ଏମିତିକି ଶହେ କୋଟି ଡଲାର ପର୍ଯ୍ୟନ୍ତ ଦେବାର ଧାରଣା କାହା କାହା ମନକୁ ଯେ ନ ଆସିଛି, ତା ନୁହେଁ-। ହଠାତ୍ ଏହି ସମୟରେ ଖବରକାଗଜରେ ପ୍ରକାଶ ପାଇଲା ଆଉ ଏକ ଖବର। ଫ୍ରାନ୍ସ ଦେଶର ଜନୈକ ଚଷମାନିର୍ମାଣକାରୀ ଆଉ ଏକ ଯନ୍ତ୍ର ଉଦ୍ଭାବନ କରିଛି; ଯାହାକି ମିଉନିକ୍ର ଯନ୍ତ୍ର ଭଳି ଚେସ୍ ଖେଳିପାରୁଛି। ଏ ଯନ୍ତ୍ରର ସୁବିଧା ହେଉଛି ଯେ ଏହା ଆକାରରେ ଛୋଟ, ଏଥିରେ ଯାନ୍ତ୍ରିକ ଜଟିଳତା ଅପେକ୍ଷାକୃତ କମ୍ ଓ ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବ। ଯନ୍ତ୍ରନିର୍ମାତା ଏହାକୁ ବିକ୍ରୟ କରିବାକୁ ଇଚ୍ଛୁକ; କିନ୍ତୁ ବର୍ତ୍ତମାନ ନୁହେ। ପୃଥିବୀର ବଡ଼ ବଡ଼ ଚେସ୍ ଖେଳାଳୀମାନଙ୍କୁ ହରାଇସାରିଲା ପରେ ସେ ଏହାକୁ ବିକ୍ରୟ କରିବା କଥା ଚିନ୍ତାକରିବେ। ସେତେବେଳେ ହୁଏ ମାତ୍ର ଏକ ଲକ୍ଷ ଡଲାର ମୁଦ୍ରାରେ ଏହାକୁ ସେ ହସ୍ତାନ୍ତରିତ କରିଦେଇପାରିବେ। ଏହି ଖବର ଯେତେବେଳେ ପ୍ରକାଶ ପାଇଲା, ଅଧ୍ୟାପକ ଭେର୍ନନ୍ଙ୍କ କଂପ୍ୟୁଟର ଯନ୍ତ୍ରର ଖ୍ୟାତି ଓ ଚାହିଦା ଉପରେ ପ୍ରବଳ ଆଘାତ ପଡ଼ିଲା। ଯେଉଁ ପୁଞ୍ଜିପତିମାନେ ଆମେରିକାରୁ ଫ୍ରାନ୍ସ ଦେଇ ଜର୍ମାନୀ ଆଡ଼କୁ ମୁହାଁଇଥିଲେ, ସେମାନେ ଏମିତି ଏକ ଖବରରେ କଣ କରିବେ ଠିକ୍ କରି ନ ପାରି ଫ୍ରାନ୍ସରୁ ଆଉ ଜର୍ମାନୀକୁ ନ ଯାଇ ନିଜ ନିଜ ଦେଶକୁ ବାହୁଡ଼ିଗଲେ। ଏକ ଲକ୍ଷ ଡଲାର ମୁଦ୍ରାରେ ଯଦି ଏମିତି ଗୋଟିଏ ଯନ୍ତ୍ର ମିଳିଯାଇପାରେ, ତେବେ ସେମାନେ ଶହ ଶହ କୋଟି ଡଲାର ଦେବା ପାଇଁ କାହିଁକି ବା ଯିବେ? ଫ୍ରାନ୍ସ ଦେଶର ଏହି ଚେସ୍ ଖେଳାଳୀ ଯନ୍ତ୍ରଟି କେମିତି କାର୍ଯ୍ୟ କରୁଛି ଓ ଲୋକପ୍ରିୟ ହେଉଛି, ସେମାନେ ଲକ୍ଷ୍ୟ କରିବା ଉଚିତ। ଫ୍ରାନ୍ସ ଦେଶର ଏହି ଚେସ୍ ଖେଳାଳୀ ଯନ୍ତ୍ର କଥା ଯେଉଁ ଦିନରୁ ବାହାରିଲାଣି, ସେଦିନରୁ ମିଉନିକ ଯନ୍ତ୍ରର ଲୋକପ୍ରିୟତା କମିଆସିଲାଣି। ଯଦିଚ ଏହା ପୃଥିବୀର ସବୁ ବଡ଼ ବଡ଼ ଚେସ୍ଖେଳାଳୀଙ୍କୁ ପରାସ୍ତ କରି ପୃଥିବୀର ଶ୍ରେଷ୍ଠ ଚେସ୍ ଖେଳାଳୀର ଖ୍ୟାତି ଅର୍ଜନ କରିଛି, ତଥାପି ଏହି ଯନ୍ତ୍ରଟି ଆଡ଼କୁ ବେଶୀ ଲୋକଙ୍କର ଦୃଷ୍ଟି ନାହିଁ। ସମସ୍ତଙ୍କ ଦୃଷ୍ଟି ଏହାର ପ୍ରତିଯୋଗୀ ଯନ୍ତ୍ରଆଡ଼କୁ। ଏହା ଫ୍ରାନ୍ସଦେଶରେ ଚେସ୍ ଖେଳାଳୀମାନଙ୍କୁ ହରାଇବାରେ ଲାଗିଛି। ଖବରକାଗଜର ବର୍ଣ୍ଣନା ଶୁଣି ଲୋକମାନେ ଆନନ୍ଦରେ ବିହୋଳ ହୋଇଉଠୁଛନ୍ତି। ଦିନକୁ ଦିନ ଫ୍ରାନ୍ସର ଛୋଟ ବଡ଼ ସହରରେ ଏହି ଚଷମା-ବ୍ୟବସାୟୀ ତା ଯନ୍ତ୍ରକୁ ନେଇ ନାନା ପ୍ରକାର ପ୍ରତିଯୋଗିତା କରିବାରେ ଲାଗିଥାଏ। ଫ୍ରାନ୍ସ ଦେଶର ବଛା ବଛା ଖେଳାଳୀମାନେ ଏହି ଯନ୍ତ୍ର ସହିତ ଖେଳି ହାରିଯାଉଥାନ୍ତି। ଫ୍ରାନ୍ସର ସମସ୍ତ ଖେଳାଳୀଙ୍କୁ ପରାସ୍ତ କରି ସାରିବା ପରେ ଫ୍ରାନ୍ସ ବାହାରେ ସବୁ ବଡ଼ ବଡ଼ ଦେଶକୁ ଯିବା ପାଇଁ ଅସଂଖ୍ୟ ନିମନ୍ତ୍ରଣ। ଫ୍ରାନ୍ସରୁ ବାହାରି ହଲାଣ୍ଡ, ବେଲଜିୟମ, ଇଂଲଣ୍ଡ, ପୋଲାଣ୍ଡ, ଋଷିଆ। ଆଦି